ସେଇ ଛୋଟ ରକେଟ୍ ଯାନର ଯେ ମେରିନାର ବଡ଼ ରକେଟ୍ ଯାନ ଛୁଟିଚାଲିଛି। ପ୍ରଥମ ଛୋଟ ରକେଟ୍ ଯାନଟି ଯେ ମେରିନାର, ଏହା ସ୍ଥିର କରିବାକୁ ଲେନାକୁ ବେଶି ସମୟ ଲାଗିଲା ନାହିଁ। ଭିନୋଗ୍ରେଡ଼ୋଭ୍ଙ୍କୁ ଏହି ଖବର ଦେବାରେ ସେ ବେତାର ରୁମ୍କୁ ନିଜେ ଯାଇ ରକେଟ୍ ଯାନର ଚାଳକମାନଙ୍କୁ ଆଦେଶ ଦେଲେ ଖୁବ୍ଶୀଘ୍ର ଯାଇ ମେରିନାକୁ ବାଟରୁ ଉଠାଇ ନେବାପାଇଁ। ମେରିନା ଯେଭଳି ଭାବରେ ଯାଉଛି, ସେ ନିଶ୍ଚୟ ଯେ ଦୁର୍ଘଟଣାର ସମ୍ମଖୀନ ହେବ ଓ ମହାଶୂନ୍ୟରେ ଯେ ତାର ସତ୍ତା ଲଭିଯିବ, ଏଥିରେ ଆଉ କାହାର ସନ୍ଦେହ ରହିଲା ନାହିଁ। ମେରିନାର ରକେଟଯାନ ପଛରେ ବଡ଼ ରକେଟ୍ଯାନ ଧାଇଁଥାଏ। ଏହାର ଚାଳକ ଅନୁସନ୍ଧାନକାରୀ ଦଳ ଉତ୍କଣ୍ଠା ଓ ଉଦ୍ବେଗ ସହ ଅଗ୍ରଗତି କରୁ ହଠାତ୍ ଦେଖିଲେ ମେରିନାର ରକେଟ୍ ଯାନରେ ଏକ ଅଗ୍ନିଶିଖା ଝଲସି ଉଠିଲା। ମେରିନାର ରକେଟ୍ଯାନରେ ନିଆଁ ଆସିଲା କୁଆଡ଼ୁ ଭାବି ସେମାନେ ଅସ୍ଥିର ହୋଇପଡ଼ିଲେ। ସେମାନେ ଯାନର ବେଗ ଆହୁରି ବଢ଼ାଇ ଦେଲେ। ସେମାନଙ୍କ ଲକ୍ଷ୍ୟ ମେରିନା କିଛି ଗୁରୁତର ଆଘାତ ପାଇବା ପୂର୍ବରୂ ସେମାନେ ଯେପରି ତାକୁ ଉଦ୍ଧାର କରିପାରନ୍ତି। ମେରିନାର ଯାନ ବି ଖୁବ୍ ଜୋର୍ରେ ଚାଲିଥାଏ। ରକେଟ୍ଯାନରେ ନିଆଁ ବେଳକୁ ବେଳ ପ୍ରବଳତର ହେବାକୁ ଲାଗିଲା। ଅନୁସନ୍ଧାନକାରୀ ଦଳ ଯେତେ ଚେଷ୍ଟା କଲେ ମଧ୍ୟ ମେରିନାର ଯାନକୁ ଧରି ପାରିଲେ ନାହିଁ। କିନ୍ତୁ ସମୟପରେ ମେରିନାର ଯାନର ଗତି କ୍ରମଶଃ କମିଆସିଲା। ଏହା ଦେଖି ସେମାନେ ସେମାନଙ୍କ ଯାନକୁ ଆହୁରି ଜୋର୍ରେ ଚଳାଇ ମେରିନାର ଯାନକୁ ଧରିପକାଇଲେ। କିନ୍ତୁ ସେତେବେଳକୁ ଯାନଟି ପୋଡ଼ି ଯାଇ ଅର୍ଦ୍ଧ-ଦଗ୍ଧ ଅବସ୍ଥାକୁ ଆସି ସରିଲାଣି। ସେହି ଜଳନ୍ତା ରକେଟ୍ଯାନ ଭିତରେ ମାରିନାର ଗୋଟି ସାରା ଦେହ ପୋଡ଼ି ଯାଇ ଅର୍ଦ୍ଧ-ଦଗ୍ଧ ଅବସ୍ଥାରେ ପଡ଼ିରହିଥାଏ। ପ୍ରାଣବାୟୁଟିକକ କେତେବେଳୁଁ ବାହାରିଯାଇ ସେହି ଅନନ୍ତ ମହାଶୂନ୍ୟ ଭିତରେ ମିଳାଇଯାଇ ସାରିଲେଣି। ସେମାନେ ମେରିନାର ସେହି ଅର୍ଦ୍ଧଦଗ୍ଧ ଶରୀରଟିକୁ ଆଣି ବଡ଼ ରକେଟ୍ଯାନରେ ଥୋଇଲେ ଏବଂ ଆଲେସ୍କିଙ୍କୁ ଉଦ୍ଧାର କରିବା ପାଇଁ ଆହୁରି ଜୋର୍ରେ ଗତିକଲେ ମାର୍କିନ୍ ଉପଗ୍ରହ ଆଡ଼େ। ଦୂରରୁ ଦିଶୁଥାଏ, ସତେ ଯେପରି ମାର୍କିନ୍ ଉପଗ୍ରହ ସହିତ ଆଲେସ୍କି ଓ ତାଙ୍କର ରକେଟ୍ଯାନ ପୃଥିବୀକୁ ବେଶ୍ ପରିକ୍ରମଣ କରିବାରେ ଲାଗିଛି। ମନେ ହେଉଥାଏ, ଆଲେସ୍କି ଯେପରି ଆଉ ଉପଗ୍ରହକୁ ଫେରି ନ ଆସି ମାର୍କିନ୍ ଉପଗ୍ରହରେ ଥାଇ ପୃଥିବୀ ଚାରିପାଖରେ ଘୂରି ପର୍ଯ୍ୟବେକ୍ଷଣ କରିବାରେ ବ୍ୟସ୍ତ। ସେମାନେ ଆହୁରି ପାଖକୁ ସେଥିରେ ସେମାନଙ୍କ ଆଖି ଖୋସି ହୋଇଗଲା ଆଲେସ୍କିଙ୍କୁ ତାଙ୍କ ଯାନ ଭିତରେ ଅଚେତ ହୋଇପଡ଼ିଥିବାର ଦେଖି ସେମାନଙ୍କ ଧୈର୍ଯ୍ୟ ରହିଲା ନାହିଁ। ସେମାନେ ସଙ୍ଗେ ସଙ୍ଗେ ଆଲେସ୍କିଙ୍କ ଶରୀରକୁ ଆଣି ବଡ଼ ରକେଟ୍ଯାନ ଭିତରେ ଶୁଆଇ ପରୀକ୍ଷାକଲାରୁ ଦେଖାଗଲା ଯେ କେତେବେଳୁଁ ଆଲେସ୍କିଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ମରିବା ପୂର୍ବରୁ ଆଲେସ୍କିଙ୍କୁ ଜୀବନ ସହିତ ଯେ ବହୁତ ସଂଗ୍ରାମ କରିବାକୁ ପଡ଼ିଥିଲା, ତାହା ସ୍ପଷ୍ଟ ଜଣାପଡ଼ୁଥିଲା ତାଙ୍କର ରକେଟ୍ଭିତରେ ଥିବା ଅବସ୍ଥାରୁ। ତାଙ୍କ ଦେହ, ହାତ, ପାଟି, ନାକରୁ ଝଲକା ଝଲକା ରକ୍ତ ବାହାରି ତାଙ୍କର ଦେହଯାକ ରକ୍ତାକ୍ତ ହୋଇଯାଇଥାଏ। ରକେଟ୍ଯାନ ଭିତରୁ ବାୟୁର ହଠାତ୍ ଅପ୍ସାରଣ ତାଙ୍କର ଏହି ଆକସ୍ମିକ ମୃତ୍ୟୁର କାରଣ ବୋଲି ଧରିନେବାକୁ ସେମାନଙ୍କୁ ବେଶି ସମୟ ଲାଗିଲା ନାହିଁ। ପ୍ରାନ୍ତୀୟ ରାଜଧାନୀରେ ସାତଦିନ ଧରି ଏକାଡ଼େମୀ ଅଫ୍ ଏଗ୍ରିକଲ୍ଚରର ବାର୍ଷିକ ଅଧିବେଶନ ସମାପ୍ତ କରି ମେରିନାଙ୍କ ବାପା ବୃଦ୍ଧ କୋଜେଲେସ୍କି ଓ ତାଙ୍କ ସ୍ତ୍ରୀ ଏକ ମଟରଯୋଗେ ଲେନିନ୍